ଇନ୍ଦ୍ର କାହିଁକି ବ୍ରହ୍ମାବିଷ୍ଣୁ ବି କହିଲେ ନୁହେଁ। ମେଘମାନେ ଇନ୍ଦ୍ରଙ୍କର କେଉଁ ଦରମାଖିଆ ଚାକିରିଆ ହୋଇଛନ୍ତି ଯେ, ସେମାନେ ତାଙ୍କ କଥା ନ ମାନିଲେ ତାଙ୍କର ଦରମା ବନ୍ଦକରି ଦେବେ? ମେଘମାନେ ଯେତେବେଳେ ଇନ୍ଦ୍ରଙ୍କ କଥା ମାନିଲେ ନାହିଁ ଇନ୍ଦ୍ର ବାଧ୍ୟ ହେଲେ ମେଘଙ୍କ ମେଳି କଥା ବ୍ରହ୍ମାଙ୍କୁ ଜଣାଇବାକୁ। ବ୍ରହ୍ମା ସୃଷ୍ଟି କର୍ତ୍ତା, ସେ ସମସ୍ତଙ୍କୁ ସୃଷ୍ଟି କରିଛନ୍ତି-ସେ ବୁଝନ୍ତୁ ମେଘମାନଙ୍କ ବିଷୟ। ଲୋକେ ଭୁଲ କରିବେ ବୋଲି କଣ ମେଘମାନେ ଭୁଲ କରିବେ। ତାହାହେଲେ ଦେବତା ମଣିଷଙ୍କ ମଧ୍ୟରେ ପ୍ରଭେଦ କଣ ରହିବ? ମହାବିଷ୍ଣୁ ବ୍ରହ୍ମାଙ୍କୁ ସୃଷ୍ଟି ତଥା ପାଳନଭାର ଦେଇ ଖିର ସମୁଦ୍ରରେ ବିଶ୍ରାମ ନେଇଛନ୍ତି। ତେଣୁ ବ୍ରହ୍ମା ବୁଝନ୍ତୁ ତାଙ୍କ ସୃଷ୍ଟି କଥା। ହୁଏତ ମେଘମାନଙ୍କୁ ବର୍ଷା କରିବାକୁ ପ୍ରବର୍ତ୍ତାନ୍ତୁ ନଚେତ ସେମାନଙ୍କୁ କାର୍ଯ୍ୟରୁ ଅନ୍ତର କରି ନୂତନ ମେଘ ସୃଷ୍ଟି କରନ୍ତୁ। ବ୍ରହ୍ମାଙ୍କ ପାଖରେ ଇନ୍ଦ୍ର ମେଘମାନଙ୍କ କଥା ଜଣାଇଲେ। ଇନ୍ଦ୍ରଙ୍କ ପଛେ ପଛେ ଯମ ପହଞ୍ଚି ନିଜ ଦୁର୍ଦ୍ଦଶା ଜଣାଇ କହିଲେ, ମୁଁ ବର୍ତ୍ତମାନ ଅକର୍ତ୍ତବ୍ୟ ହୋଇ ପଡ଼ିଲାଣି। ଏଣିକି ମୋ ଭାର ଅନ୍ୟକୁ ଦିଅନ୍ତୁ। ମୁଁ ଟିକିଏ ବିଶ୍ରାମ ନିଏ। ବ୍ରହ୍ମା କାରଣ ଜିଜ୍ଞାସା କରନ୍ତେ ସେ କହିଲେ, ବସୁଧା ବର୍ତ୍ତମାନ ଜୀବଶୂନ୍ୟ ହେବାପାଇଁ ବସିଲାଣି। ଜଳ ବିହୁନେ ପୃଥ୍ୱୀ ନାଶ। ଦୀର୍ଘ ଦୁଇବର୍ଷ ବର୍ଷା ନ ହେବାଦ୍ୱାରା ମର୍ତ୍ତ୍ୟରେ ଦୁର୍ଭିକ୍ଷ ପଡ଼ିଛି। ପ୍ରତିଦିନ ଅସମ୍ଭବ ଭାବେ ଲୋକେ ମରୁଛନ୍ତି। ମୋ ଲୋକେ କେତେ ବୋହିବେ ସେ ମଲାଜୀବଙ୍କୁ। ପ୍ରଥମେ ସାଧାରଣ ଲୋକ ଗୁଡ଼ିକ ମରୁଥିଲେ-ବର୍ତ୍ତମାନ ଯେଉଁ ଲୋକମାନେ ମରୁଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ପୃଥୁଳ ଦେହଧାରୀ। ବୋହି ବୋହି ମୋ ଲୋକେ କ୍ଳାନ୍ତ ହୋଇ ପଡ଼ିଲେଣି। ଏଣେ ପୁଣି ମୋର ପାଞ୍ଜିଆ ଜଣେ। ପ୍ରତ୍ୟେକଙ୍କର ଭଲ ମନ୍ଦ ସେ କହିଲେତ ବିଚାରକରି କହିବି ସେ କେଉଁ ଦଣ୍ଡ ପାଇବେ। ପୁଣି ମୋ ପାଞ୍ଜିଆ ଚିତ୍ରଗୁପ୍ତ ସବୁଦିନେ ମୋତେ କହୁଛି ମୋଟୁଆ ମୋଟୁଆ ପେଟୁଆ ପେଟୁଆ ଲୋକ ଗୁଡ଼ାକ ତାକୁ କହୁଛନ୍ତି ତୁମେ ଆମକୁ ଛାଡ଼ି ଦେବାକୁ ବ୍ୟବସ୍ଥାକର ଆମେ ତୁମ ପାଉଣା ଗଣ୍ଡାକ ଦେଇ ଦେବୁ। ବ୍ରହ୍ମା ଆଶ୍ଚର୍ଯ୍ୟ ହୋଇ କହିଲେ, ତାଙ୍କର କି ପାଉଣା ସେ ଦେବେ? ଯମ ହାତଜୋଡ଼ି କହିଲେ, ଆଜ୍ଞା ମୁଁ କିପରି କହିବି ସେ ପାଉଣା କଣ ସେ ଦେବେ। ଖାଲି କଣ ଏତିକି-ଦଳେ ପୁଣି ଆରମ୍ଭ କରିଦେଲେଣି ଯଦି ଜିନ୍ଦାବାଦ ଧ୍ୱନୀ, ସଙ୍ଗେ ସଙ୍ଗେ ଆଉ ଦଳେ ମୁର୍ଦ୍ଦାବାଦ ଧ୍ୱନୀ ଦେଇ ମୋ ପୁର ତମାମ ଘୂରି ବୁଲୁଛନ୍ତି। ପୁଣି ଦଳେ ସଭାମାନ କରି ସେହି ସଭାରେ, ସମର୍ଥିତ ପ୍ରସ୍ତାବକୁ, ମୁଁ ଯେତେବେଳେ ଅନ୍ୟ କାହାର ବିଚାର କରୁଛି ସେତେବେଳେ, ବଡ଼ ପାଟିରେ କେହି ଜଣେ ବଡ଼ ପାଟିଆ କହି ଦେଉଛି। ଯଦ୍ୱାରା ମୋ ବିଚାରରେ ବ୍ୟାଘାତ ଆସୁଛି। ବ୍ରହ୍ମା ପଚାରିଲେ, ତୁମ ବିଚାରାଳୟ ଦ୍ୱାର ଦେଶରେ କଣ କେହି ପ୍ରହରୀ ନାହାନ୍ତି, ଯେ କେହି ବିଚାରାଳୟକୁ ପଶି ଯାଉଛି? ଆଜ୍ଞା; ପ୍ରହରୀକୁ କିଏ ମାନୁଛି? ଆପଣ ସମ୍ୱିଧାନରେ ଯେଉଁ କେତେ ଜଣ ପ୍ରହରୀ ରଖିବାର ବ୍ୟବସ୍ଥା କରିଛନ୍ତି ସେ କେତେଜଣଙ୍କୁ ଠେଲି ଲୋକମାନେ ପଶିଯାଉଛନ୍ତି। ବେଳେ ବେଳେ। ବିପୁଳ ଲୋକ ମୋ ଚାରିପାଖ ଜାକ ଘେରିଯାଇ ଏଭଳି ଧ୍ୱନୀମାନ ଦେଉଛନ୍ତି ଯଦ୍ୱାରା ମୋର ଚିନ୍ତାଧାରାରେ ବିଭ୍ରାଟ ଘଟୁଛି। ଏଣେ ପୁଣି ଯେଉଁ କେତୋଟି ନର୍କକୁଣ୍ଡ ଥିଲା ତାହା ପାପୀଙ୍କ ଦ୍ୱାରା ଭରପୁର ହୋଇଗଲାଣି। ଆଉ କୁଣ୍ଡ ନାହିଁ ଅନ୍ୟଙ୍କ